ସୁଲତା ଶ୍ରୀକାନ୍ତକୁ କହିଲା-"ଦେଖ, ଶ୍ରୀକାନ୍ତ! ଋଷି ଏବଂ ଉର୍ବଶୀଙ୍କୁ ଦେଖ। '' ଶ୍ରୀକାନ୍ତର ରକ୍ତ ଭିତରେ ସୃଷ୍ଟି ହେଲା ତୋଫାନ୍। ସେ ଚିନ୍ତା ସୁଦ୍ଧା କରି ନ ଥିଲା-ସାର୍ ଓ ବିଥିକାର ସଂପର୍କ ଏତେ ଜଘନ୍ୟ। ରିଭଲ୍ଭରର ଘୋଡ଼ାଟିପିଲା ଶ୍ରୀକାନ୍ତ-ଲକ୍ଷ୍ୟସ୍ଥଳ ଠିକ୍ ବିଥିକାର ବୁକୁ-ତାପରେ ସବୁ ଶେଷ। ଲୀଳାଦେବୀଙ୍କ ଭାଷଣ ସରିଲା। କିନ୍ତୁ ଶ୍ରୋତାମାନଙ୍କ ତୃପ୍ତିର ଶେଷନାହିଁ। ସମସ୍ତେ କହି ଉଠିଲେ-ତା'ପରେ? ଅନିଚ୍ଛା ସତ୍ୱେ ଲୀଳାଦେବୀ କହିଲେ, "ତାପରେ? ମୋ ରୂପକଥାର କବର ଉପରେ କେବଳ ରହିଚି ଖବରର ଘାସ। ଅଧ୍ୟାପକ ବିନୟ ବାବୁ ଆଉ ଉଠି ନାହାଁନ୍ତି ସେଇ ନିଦ୍ରାରୁ। ଚିକିତ୍ସକମାନେ ରାୟ ଦେଲେ-ହୃତ୍ପିଣ୍ଡର ବିଶ୍ୱାସଘାତକତା-.। ଶ୍ରୀକାନ୍ତର ମୃତ ଶରୀର ମିଳିଲା ଏକ କୂଅଭିତରୁ। ସେ ଆତ୍ମହତ୍ୟା କରିଥିଲା। ସୁଲତା ମାସକରେ ବିବାହ କଲା ଆଡ଼ଭୋକେଟ୍ ଦାସଙ୍କୁ। "ସେ ପୁଣି କିଏ? '' "ବିଥିକାର ଜଣେ ମାମୁଁ। ଏ ବିବାହବେଳେ ବିଥିକା ମଧ୍ୟ ଉପସ୍ଥିତ ଥିଲା। '' ସମସ୍ତେ ସମସ୍ୱରରେ କହି ଉଠିଲେ, "ବିଥିକା ତ ଶ୍ରୀକାନ୍ତର ଗୁଳିରେ ମଲା-ପୁଣି ସେ-? '' ଲୀଳା ମୁହଁରେ ହସ। କହିଲେ, "ନା-ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ ବାଜିଲା ଆଲମାରୀ କାଚ ଦେହରେ। ବିଥିକା କେବେ ମରିପାରେ? ସେ ପରା ଅଯୋନିସମ୍ଭବା? '' "ସେ ବର୍ତ୍ତମାନ କେଉଁଠି? କାହା ସହିତ ବିବାହ ହେଲା ତାର? '' "ତାର ବିବାହ? ତାର ବିବାହ, ବିନୟ ବାବୁଙ୍କ ଆତ୍ମା ସହିତ। ପ୍ରେମିକର ପ୍ରାଣ ଚିରକାଳ ଲାଗି କାନ୍ଦି ମରେ। ବିନୟ ବାବୁଙ୍କ ସେଇ ଛବି ଚିରକାଳ ଲାଗି ଅଙ୍କା ନ ହୋଇ ରହିଗଲା-। '' ଜଣେ କିଏ କହି ଉଠିଲା "ଅଯୋନିସମ୍ଭବା କନ୍ୟା ବର୍ତ୍ତମାନ କେଉଁଠି? ତା'ଘର କେଉଁଠି? ଫୋନ ନମ୍ବର? '' ଦୀର୍ଘ ନିଶ୍ୱାସ ଛାଡ଼ି ସେ କହି ଉଠିଲେ, "ମୁଁ ଯଦି କହେଁ, ତାର ନାମ ଲୀଳା ଦେବୀ, ଆଶାକରେ ଆପଣମାନେ କ୍ଷମା କରିବେ। ଆଚ୍ଛା ମୁଁ ଯାଉଛି। ରାତି ବହୁତ ହୋଇଗଲାଣି। ନମସ୍କାର। '' କୁମାରୀ ନିଶିଦେବୀଙ୍କ ଭାଷା ହେମନ୍ତର ଏକ ଉଲଗ୍ନ ଧ୍ୟାହ୍ନ। ମାନ୍ଦ୍ରାଜର ଚିଡ଼ିଆଖାନା। ଜଳାଶୟର କାଠବ୍ରିଜ ଉପରେ ମୋର ପ୍ରଥମ ପଦକ୍ଷେପ ହଠାତ୍ ବାଧାପ୍ରାପ୍ତ ହେଲା। ପଛରେ ଏକ କ୍ଷୀଣ କଣ୍ଠ ସ୍ୱରରେ। ପଛକୁ ଚାହିଁ ଦେଖିଲି ଜଣେ କ୍ଷୀଣାଙ୍ଗୀ ଷୋଡ଼ଶୀ। ଉତ୍ଥଳ ଯୌବନା। ହାତରେ ଖଣ୍ଡିଏ ଚମଡ଼ା ସୁଟକେଶ୍। ପଛକୁ ଚାହିଁବା ଭିତରେ ଝିଅଟି ଦୁଇତିନିପଦ କହି ସାରିଥିଲା। ଭାଷା ଦୁର୍ବୋଧ୍ୟ। ତେଲୁଗୁ, ତାମିଲ କି କନ୍ନଡ଼ ଭାଷା ଜାଣେନା। ମୁଖ ଭଙ୍ଗୀରୁ ଜାଣିଲି, ମତେ ସେ କ'ଣ ପଚାରିବାକୁ ଚାହେଁ। ପ୍ରଥମେ ଅଭଦ୍ରାମି ହେବ ଭାବି କିଛି ନ ପଚାରି ନ ବୁଝିଲା ପରି ଚାହିଁରହିଲି। ଶରୀରର ପରିଧାନ, ମୁଖର ସୌଷ୍ଠବ, ଚକ୍ଷୁର ଭ୍ରୂଲତା ମତେ ଭାରି ଭଲ ଲାଗୁଥିଲା। ପରିଚୟ ପାଇବାପାଇଁ ମନରେ ବ୍ୟଗ୍ରତା ଅପେକ୍ଷା କୌତୂହଳ ଥିଲା ଅଧିକ। ଭାବିଲି ନାଁ ପଚାରିବା ଭୁଲ ହେବ। ମାନ୍ଦ୍ରାଜ ସହର। ଭଦ୍ରଘର ଝିଅ ହୋଇଥିଲେ ପରିଚୟ ବଦଳରେ ହୁଏତ ମତେ ଗାଳି ଶୁଣିବାକୁ ପଡ଼ିପାରେ, ନଚେତ ଚାପୁଡ଼ା। କିଛି ନ ପଚାରି ଆଗକୁ ଚାଲିଲି। ପୁଣି ସେଇ ବାଧା। ଅଭିସାରିକା ରାଧାପରି ସେ ମୋର ଅନୁଗାମିନୀ। ବ୍ରିଜର ଆରପଟକୁ ପାରି ନ ହେଉଣୁ ହଠାତ୍ ଅନୁଭବକଲି ମୋ ଡାହାଣ ହାତ ଉପରେ ତା ହାତ। ପ୍ରଥମେ ପଚାରିଲି ଇଂରେଜୀରେ, "କ'ଣ ଚାହଁ? ' ମଥା ହଲେଇ ଝିଅଟି କହିଲା, "କିଛି ନୁହେଁ। '' "ତେବେ? '' "ମୁଁ ଖାଲି ତୁମର ପଛରେ ଯିବାକୁ ଚାହେଁ- ତୁମେ ଯୁଆଡ଼େ ଯିବ। କିନ୍ତୁ ତୁମେ ଏତେ ଜଲ୍ଦି-. " "ମୁଁ କଟକ ଯିବି? '' "କଟକ? '' "ହଁ କଟକ, ଓଡ଼ିଶାର ଲୋକ ମୁଁ'' ପରେ ପରେ ଝିଅଟି ସ୍ପଷ୍ଟ ଓଡ଼ିଆରେ କହିବା ଆରମ୍ଭ କଲା। ଅବାକ୍ ହୋଇପଡ଼ିଲି। ମନେହେଲା କିଛି ଏକ ଅଦ୍ଭୁତ ଘଟଣା ଏହା ପଛରେ ରହିଛି। ସେ ମୋର ହାତଟାଣି ଏକ ଘାସ ପହିଆରେ ବସିବାକୁ କହିଲା। ଜଣେ ପୂର୍ଣ୍ଣ। ଯୌବନା ସୁନ୍ଦରୀ ଝିଅର ସାନ୍ନିଧ୍ୟ ଓ ସ୍ପର୍ଶପାଇ ତରୁଣ ମନରେ ସ୍ୱାଭାବିକ ଯେଉଁ ପୁଲକ ଆସିବା କଥା ସେ ପର୍ଯ୍ୟନ୍ତ ମୋ ଦେହରେ ସେମିତି କିଛି ଆସି ନ ଥିଲା। ମନରେ ଆଶଙ୍କା, କୌତୂହଳ କ୍ରମଶଃ ବଢ଼ି ଉଠିଲା। ଚମଡ଼ା ସୁଟକେଶଟି ଫିଟାଇବାରେ ସେ ବ୍ୟସ୍ତ।